କିନ୍ତୁ ପାଷାଣ୍ଡ ମୁଁ। ଭୀଷଣ ହୀନ ମୋର ମନ। ଦେହର କ୍ଷୁଧା ନିବୃତ୍ତିଟାକୁ ହିଁ ବଡ଼ ମନ କରେ ମୁଁ। ନିଜେ ଷୋଳଅଣା ଆନନ୍ଦ ପାଇବା ପାଇଁ ତା' ସହିତ ବୋଧହୁଏ କିଛି ସମୟ ତା'ର ମନ ରଖି ଅଥବା କରୁଣା କରି କିଛି କଥା କହିଥିଲି। ଠିକ୍ ସେଇଆ। ନହେଲେ ସତରେ ଯଦି ତା' ସାଙ୍ଗରେ ମୁଁ ମନର ସରାଗ ମିଶାଇ କେବେ ପଦେ କଥା କହିଥାନ୍ତି, ତାହାହେଲେ ଗୋଟିଏ ଲଜ୍ଜାକର ଇଚ୍ଛା ଅପୂରଣ ରହିବା ଯୋଗୁଁ ମୁଁ ମନ ଭାରି କରି କର ଲେଉଟାଇ ଶୋଇଲି କିପରି? ନିଜ ଇଚ୍ଛାର ତୃପ୍ତିରେ ବାଧା ପଡ଼ିବା ସଙ୍ଗେ ସଙ୍ଗେ ତା' ସହିତ କଥା କହିବାର ସ୍ପୃହା ହରାଇଲି କିପରି? ତା'ର ଛଟପଟ କାରଣ ଜାଣି ସୁଦ୍ଧା ଶୋଇବା ଅଭିନୟ କଲି କିପରି? ଆଜି ମୁଁ ନିଜକୁ ନିଜେ ବୁଝି ପାରିଛି, କେଡ଼େ ଉଚ୍ଛୃଙ୍ଖଳ ପାଷାଣ୍ଡ ଥିଲି ମୁଁ। ଲଜ୍ଜା ଆଉ ଘୃଣାରେ ଏଇ କେଇଟା ବର୍ଷ କିପରି ଯେ ମୁଁ ଜାଣେ ଆଉ ଜଣେ ମୋର ଆତ୍ମା। ସେ କିନ୍ତୁ ଥିଲା କ୍ଷମାମୟୀ। ମୁଁ ତାଙ୍କୁ ଅବହେଳା କରି ସେପରି ମୁହଁ ଘୂରାଇ ଶୁଏ ବୋଲି, ସେ କିନ୍ତୁ ଦିନେ ମୋ ବିରୁଦ୍ଧରେ ଅଭିଯୋଗ ବାଢ଼ି ବସିନି। ସେ ସକାଳୁ ଉଠେ। ବଲ ବଲ କରି ମୁହଁକୁ ମୋର ଚାହେଁ। ତା' ପରେ ଅଧୀର କଣ୍ଠରେ ପଚାରେ ତୁମ ଅଫିସରେ ଏବେ ବହୁତ କାମ ପଡ଼ୁଛି ନା? ବହୁତ ଖଟୁଛ ତୁମେ ସେଥିପାଇଁ ଝଡ଼ି ଗଲଣି, ସେଇଥିପାଇଁ ହୁଏତ ହାଲିଆ ହୋଇ ଶୋଇ ପଡ଼ୁଛ। ମୁଁ କିନ୍ତୁ ଭଲ ଜାତିର ଅଭିନେତା। କହେ ହଁ ଛାୟା, ବହୁତ ଖଟିବାକୁ ପଡ଼ୁଛି। ମଥାରେ ମୋର ହାତ ବୁଲାଇ ଦିଏ ଛାୟା, ସ୍ନେହମୟୀ, ସମଦୁଃଖିନୀ ଏଇ ମୋର ଛାୟା। ଅଧୀନସ୍ଥ କର୍ମଚାରୀ ଇନ୍‌ସପେକ୍ଟର ସୁରେଶ ମହାନ୍ତି। ଭାରି ସେ ଅନୁଗତ ମୋର। ସ୍ତ୍ରୀ ଆଉ ବିଧବା ଗୋଟିଏ ଭଉଣୀ। ଏଇ ତା'ର ସଂସାର। ବିଧବା ଭଉଣୀ ପ୍ରତିମା ବି. ଏ. ପାସ୍ କରିଥାଏ। ବିଧବା ହେବା ପରଠୁ ସେ ଆସି ରହିଯାଇଥାଏ ଭାଇ ପାଖରେ। ସୁରେଶ ମହାନ୍ତି କି କାରଣରେ କେଜାଣି ସେଦିନ ଦେଲେ ଗୋଟିଏ ଟି. ପାର୍ଟି। ସେଇଥିରେ ମୁଁ ବି ନିମନ୍ତ୍ରିତ ହୋଇଥିଲି। ସେଇଠି ଦେଖାହେଲା ପ୍ରତିମା ସହିତ। ମୁଗ୍ଧ ହେଲି। ସୁରେଶ ବା ତା'ର ସ୍ତ୍ରୀର କୌଣସି ଆକଟ ନ ଥିଲା। ସବୁ ଦେଖି ଆଖି ବୁଜିବା ଲୋକ ସେମାନେ। ସମୟ ଅସମୟରେ ଯଥା ଅଯଥାରେ ପ୍ରାୟ ଯାଇ ତାଙ୍କରି ଘରେ ପହଞ୍ଚି ଯାଏ। ବସି ପଡ଼େ ଯାଇ କଣିକିଆ ଡ୍ରଇଂରୁମ୍‌ରେ। ଘଣ୍ଟା ପରେ ଘଣ୍ଟା ବିତାଉ, ପ୍ରତିମା ଆଉ ମୁଁ। ଡ୍ରଇଂରୁମ୍‌ର ଧାର ପାଖ କେହି ମାଡ଼ନ୍ତିନି। ସୁରେଶ ମହାନ୍ତି ଲୋଭୀ, ସ୍ୱାର୍ଥପର। ମୋରି ହାତ ଦେଇ ଚାକିରିର ପାହାଚ ପରେ ପାହାଚ ପାରି ହୋଇ ଉଠିଗଲା କାହିଁ କେତେ ଉପରକୁ, ଯଶ ଆଉ ଖ୍ୟାତିର ଶୀର୍ଷଦେଶକୁ। ପ୍ରତିମାର ସାଜସଜ୍ଜା ଦେଖିଲେ ଆଦୌ ତାକୁ ବିଧବା ବୋଲି ମନେ ହେବନି। କୁମାରୀ ଝିଅଟି ପରି ଦେଖାଯାଏ। ବହୁ ସ୍ଥାନରେ ଥିବା ବହୁତ ଡାକବଙ୍ଗଳା ଛି, ଛି ଇଟା ପଥରମାନଙ୍କର କଥା କହିବାର ଶକ୍ତି ଥିଲେ ସେଇମାନେ ଆଜି ଅନ୍ୟମାନଙ୍କୁ କହନ୍ତେ ପ୍ରତିମାକୁ ନେଇ ମୋର ଜୀବନ ଯାପନର ବୀଭତ୍ସ ଗୋପନ ଇତିହାସ। ବହୁତ, ବହୁତ ରାତିରେ ଘରକୁ ଫେରେ। ମୋରି ବାଟକୁ ଅପଲୋକ ଆଖିରେ ଚାହିଁ ରହିଥାଏ ଛାୟା। ତା'ର ଘନକୃଷ୍ଣ କଳା ଆଖି ଦୁଇଟିରେ ଭୟ ସହିତ କି ଏକ ଅବିଶ୍ୱାସର ଛାୟା ଘନାଇ ଆସେ। ଅପରାଧୀ ମନ ମୋର। ଲଜ୍ଜା ଆଉ ସଂକୋଚରେ ମଥା ନୁଆଁଏ। ଆଉ ସେଇ ଲଜ୍ଜା ସଂକୋଚକୁ ଘାଣ୍ଟିବାକୁ ଯାଇ ଏଆଡ଼ୁ ସେଆଡ଼ୁ ଗୁଡ଼ାଏ ଅସଙ୍ଗତ ଅବାନ୍ତର ଅଳ ପ୍ରଳାପ କରି ଚାଲେ। ମୋର ଆଜି ମନେ ହୁଏ ମୋରି କଥା କହିବା ଧରଣରୁ ସେ ମୋର ଅପରାଧୀ ମନକୁ ଚିହ୍ନି ପକାଇଥିଲା। ସେ ମତେ ବୁଝି ପାରିଥିଲା। ତା' ପରେ ମୁଁ ବାହାରୁ ଆସି ଆଦୌ, ଆଦୌ ମୁହଁକୁ ତା'ର ଚାହିଁ ପାରେନି। ତଳକୁ ମଥା ନୁଆଁଇ କୈଫିୟତ୍ ଦେଲା ପରି କହିଯାଏ ମୋର ଡେରିରେ ଫେରିବାର କାରଣ। ମୁଁ ତା' ମୁହଁକୁ ଚାହିଁ ନ ପାରିଲେ ମଧ୍ୟ ଖୁବ୍ ବୁଝି ପାରେ ଯେ ଛାୟାର ଆଖିର ଅଗ୍ନିଫଳକ ଦୁଇଟି ଆସ୍ତେ ଆସ୍ତେ ମୋର ଅନ୍ତରର ଅନ୍ତଃସ୍ଥଳକୁ ଭେଦି ଯାଉଛି। ଭୀଷଣ ଅସ୍ୱସ୍ତି ଲାଗେ। ଖୁବ୍ ଶୀଘ୍ର ଉଠି ପଡ଼େ। କହେ ଭୀଷଣ ନିଦ ଲାଗୁଛି ଛାୟା। ମୁଁ ଛା ଯାଉଛି ଟିକେ ଶୋଇ ପଡ଼େ। ହଁ, ହଁ ମୁଁ, ମୁଁ ଖାଇ ଆସିଛି। ତୁମେ ଯାଅ ଖାଇନେବ। ତା' ପରେ ଖୁବ୍ ଚଞ୍ଚଳ ପାଦରେ ମୁଁ ଚାଲିଯାଏ ତା'ର ସେଇ ତୀକ୍ଷ୍ଣ ଦୃଷ୍ଟି ସାମନାରୁ। ମୁଁ ନ ଖାଇଥିଲା ପର୍ଯ୍ୟନ୍ତ ଛାୟା ମୋର ଖାଏନି। ରାତି ବାରଟା, ଗୋଟେ ପ୍ରାୟ ଏହି ସମୟରେ ମୁଁ ଫେରେ ଘରକୁ।